ଜୀବନର ଶେଷ ନିଃଶ୍ୱାସଟିକ ବାହାରିଯିବାକୁ ଆଉ ବେଶି ସମୟ ରହିଲାନି। ନଅ ଉପଗ୍ରହର ଚିକିତ୍ସାଳୟ। ଦୁଗ୍ଧଫେନନିଭ ଶଯ୍ୟାଉପରେ ମେରିନାର ଅର୍ଦ୍ଧମୃତ ଶରୀର। ଶଯ୍ୟା ଚାରିପାଖରେ ଘେରି ବସିଥାନ୍ତି ଉପଗ୍ରହର ଚିକିତ୍ସକ କନଷ୍ଟାଣ୍ଟିନୋଭ୍, ଡିରେକଟର ଆଲେସ୍କି ଓ ଉପଗ୍ରହର ଅନ୍ୟାନ୍ୟ ମୁଖିଆ ମୁଖିଆ ବୈଜ୍ଞାନିକମାନେ। ସମସ୍ତଙ୍କ ମୁଖରେ ଆଶଙ୍କାର ଚିହ୍ନ। ଚିକିତ୍ସକ ମେରିନାର ମୁହଁଉପରେ ଅକସିଜେନମୁଖା ଥୋଇ ଦୁର୍ବଳ ଫୁସ୍ଫୁସ୍କୁ କୌଣସି ପ୍ରକାରେ ଚାଲୁ ଅବସ୍ଥାରେ ରଖିଥାନ୍ତି। ହୃଦ୍ଯନ୍ତ୍ର ଅବସ୍ଥା ଅତୀବ ସାଘାଂତିକ-। ଚିକିତ୍ସକ ମହାଶୂନ୍ୟରେ ଏଭଳି ଦୁର୍ଘଟଣାର ବିଶେଷଜ୍ଞ ଥିଲେ ମଧ୍ୟ ନିଜର ସମସ୍ତ ବିଦ୍ୟାବୁଦ୍ଧି ଖରଚ କରି ସେ ପର୍ଯ୍ୟନ୍ତ ମେରିନାକୁ ଆଶଙ୍କାଶୂନ୍ୟ ଅବସ୍ଥାକୁ ଆଣି ପାରିନଥାନ୍ତି। ସାରା କକ୍ଷଟି ନିସ୍ତବ୍ଧ; ସତେ ଯେପରି ସେଠାରେ କେହି ନାହିଁ। ଚିକିତ୍ସକଙ୍କ ମୁଖରେ ଆଶଙ୍କା ଓ ହତାଶାର ସ୍ପଷ୍ଟ ଚିହ୍ନ। ନିସ୍ତବଧ୍ତା ଭଙ୍ଗ କରି ଆଲେସ୍କି ପଚାରିଲେ–''ଡାକ୍ତର କନଷ୍ଟାଣ୍ଟିନୋଭ୍! ଆପଣ କଣ ଦେଖୁଛନ୍ତି? ମେରିନା ଫେରିଆସିବ ତ? '' ଡାକ୍ତର କନ୍ଷ୍ଟାଣ୍ଟିନୋଭ୍ ଚୁପ୍; କଣ ବା ଉତ୍ତର ଦେବେ? ଯେଉଁ ରୋଗୀର ଆରପାରିକୁ ଚାଲିଯିବା ଆଶଙ୍କା ଶତକରା ନବେରୁ ବେଶି ତାକୁ ସେ କିପରି ଏପାରିକୁ ଆଣିପାରିବେ? ତେବେ ମଣିଷର ଚେଷ୍ଟାର ବ୍ୟତିକ୍ରମ ହେବା ଉଚିତ ନୁହେଁ ଭାବି ସେ ଲାଗିପଡ଼ିଥାନ୍ତି। ଆଲେସ୍କି ଡାକ୍ତରଙ୍କ ନିକଟକୁ ଉଠିଯାଇ ଅଧୀର ହୋଇ ପଚାରିଲେ, ''କଣ ଦେଖୁଛନ୍ତି ଡାକ୍ତର? ଆପଣ ଯେ କିଛି କହୁନାହାନ୍ତି? ଆପଣ ମୋ ଜୀବନ ବିନିମୟରେ ମେରିନାର ଜୀବନକୁ ବଞ୍ଚାନ୍ତୁ! '' କହୁଁ କହୁଁ ଆଲେସ୍କିଙ୍କ କଣ୍ଠରୋଧ ହୋଇଆସିଲା। ସେ ଆଉ କିଛି କହିପାରିଲେନି। କେବଳ ତାଙ୍କ ଗଣ୍ଡଦେଶ ଦେଇ ବହିଆସିଲା ଲୋତକର ଅବାରିତ ସ୍ରୋତ। ''ଆପଣ ବ୍ୟସ୍ତ ହୁଅନ୍ତୁନି ଡିରେକ୍ଟର? ମୁଁ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ମେରିନାକୁ ବଞ୍ଚାଇବାକୁ ଚେଷ୍ଟା କରିବି। ତେବେ ଚବିଶ ଘଣ୍ଟା ନ ଗଲା ପର୍ଯ୍ୟନ୍ତ ମୁଁ କିଛି କହିପାରୁନାହିଁ। ମେରିନାର ସଂଜ୍ଞା ଫେରି ନ ଆସିଲା ପର୍ଯ୍ୟନ୍ତ ମୁଁ ବିଶେଷ ଆଶାନ୍ୱିତ ହୋଇପାରୁନାହିଁ. ଯଥାସାଧ୍ୟ ଚେଷ୍ଟା କରୁଛି। '' ଆଲେସ୍କି ଖୁବ୍ ସାବଧାନତା ସହକାରେ ମେରିନାର ଚିଠିକୁ ହାତକରି ତାହାର ଆତ୍ମହତ୍ୟା ଚେଷ୍ଟାକୁ ଏକ ଦୁର୍ଘଟଣା ବୋଲି ପ୍ରଚାର କରିଦେଇଥାନ୍ତି; ଏପରିକି ଲେନା ମଧ୍ୟ ଏହି ଦୁର୍ଘଟଣାର ପ୍ରକୃତ ରହସ୍ୟ ଜାଣି ପାରିନଥାଏ। ଆଲେସ୍କି ଓ ତାଙ୍କର ଦୁଇ ଇନଜିୟର ବନ୍ଧୁ ଯେଉଁମାନେ ଉପଗ୍ରହର ବାହାର ପଟୁ ଆସି ଝରକାକୁ ବନ୍ଦ କରିଥିଲେ ଓ ମେରିନାର ଅର୍ଦ୍ଧମୃତ ଶରୀରକୁ ଚିକିତ୍ସାଳୟକୁ ଘେନି ଆସିଥିଲେ, ସେମାନଙ୍କ ବ୍ୟତୀତ ଅନ୍ୟ କେହି ଏ ରହସ୍ୟ ସମ୍ବନ୍ଧରେ କିଛି ଆଭାସ ପାଇପାରି ନ ଥିଲେ। ଦୁଇଦିନ ପରେ। ମେରିନାର ଚେତା ସେପର୍ଯ୍ୟନ୍ତ ଫେରି ନ ଥାଏ। ଚିକିତ୍ସକ କନଷ୍ଟାଣ୍ଟିନୋଭ୍ ବେତାର ଜରିଆରେ ରାଷ୍ଟ୍ରର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରି କରି ଥକିଗଲେଣି। ମେରିନାର ଚେତା ଫେରାଇ ଆଣିବାରେ ଯେ ପର୍ଯ୍ୟନ୍ତ ସେ ସମର୍ଥ ହୋଇ ପାରି ନ ଥାନ୍ତି। ଉପଗ୍ରହରେ ଯେତେପ୍ରକାର ଆଧୁନିକ ସାଜ-ସରଞ୍ଜାମ ଓ ଔଷଧପାତି ଥିଲା, ସେ ସବୁକୁ ବ୍ୟବହାର କରି ସେ ପ୍ରାଣନ୍ତକ ହୋଇପଡ଼ିଲେଣି; ତଥାପି ହୃଦୟ ଓ ଫୁସ୍ଫୁସ୍ ଅବସ୍ଥାରେ କିଛି ମାତ୍ର ଉନ୍ନତି ହୋଇପାରୁନାହିଁ। ଡାକ୍ତର କନ୍ଷ୍ଟାଣ୍ଟିନୋଭ୍ ନଖାଇ ନପିଇ ରୋଗୀ ପାଖରେ ବସିରହିଥାନ୍ତି। ଆଲେସ୍କି ଓ ଲେନା ମଧ୍ୟ ମେରିନାକୁ ଛାଡ଼ି ଯାଇପାରୁ ନ ଥାନ୍ତି। ରାତି ପ୍ରାୟ ଦୁଇଟା ହେବ। ଶେଯ ଚାରିପାଖରେ ତିନିଜଣଯାକ ମେରିନାର ରକ୍ତହୀନ ଶୁଷ୍କ ମୁଖ ଆଡ଼କୁ ଅନାଇ ବସିଥାନ୍ତି। ଡାକ୍ତର ପ୍ରତି ପାଞ୍ଚମିନିଟରେ